ହୃଦୟ ଦିନ ନିକଟ ହୋଇଆସୁଛି। ପ୍ରାନ୍ତର ସଫା ହେଉଛି। କୋଠାଘର ଧଉଳୁଛି। ଖାଲ, ଢିପ, ଅରମା ବଣ ରୋଲର୍ ତଳେ ସମତୁଲ ହୋଇ ଯାଉଛି। ଶହେଯାଏ ତମ୍ବୁ ପଡ଼ିଆ ଉପରେ ମୁଣ୍ଡ ଟେକିଲେଣି। ଚିଠି, ଟେଲିଗ୍ରାମ୍ କେତେ କଅଣ? ଠିକ୍ କେବେ ଆସୁଛନ୍ତି? ଘଣ୍ଟା, ମିନିଟ୍ ଓ ସେକେଣ୍ଡ ଠିକ୍ କେତେବେଳେ ଓଲ୍ହାଇବେ? ଉଡ଼ାଜାହାଜ ନା କାର୍ରେ ବା ହେଲିକ୍ପଟରରେ? ଶହ ଶହ ମାଇଲରୁ ଜନତାର ସ୍ରୋତ। ମହୁକୁ ପିମ୍ପୁଡ଼ି ଠାବକଲାଭଳି ଏ ଆକର୍ଷଣ। ମିଠାର କରାମତି। କର୍ତ୍ତବ୍ୟ ଛାଡ଼ି ଚାକିରି କମେଇ କରି, ରୋଗୀସେବା ଭୁଲି, ମାନ-ଇଜ୍ଜତ୍କୁ ଭ୍ରୂକ୍ଷେପ ନ କରି, କରଜ-ଦାମ୍ରେ ବୁଡ଼ି ଲୋକେ ଚାଲିଛନ୍ତି ଏକମୁଖୀ ରାସ୍ତା ଉପରେ, ଯେଉଁ ରାସ୍ତା ସିଧା, ସଳଖ ପଡ଼ିଯାଇଛି ଗୋଟାଏ ଆଳୟର ପାବଚ୍ଛଶ୍ରେଣୀ ପର୍ଯ୍ୟନ୍ତ। ଚିଫ୍ ସେକ୍ରେଟେରୀଙ୍କ ଘର। ଏଇ ଘର ଅଗଣାରେ ନୂତନ ବିରାଟ ମଣ୍ଡପ ତିଆରି ସରିଛି। ଯଜ୍ଞକୁଣ୍ଡ ଅନତିଦୂରରେ। ଭୋଜନଶାଳା ପଚାଶ ହଜାର ଲୋକଙ୍କ ଉଦର ଶାନ୍ତିପାଇଁ ପାଞ୍ଚମାଇଲ୍ ଯାଏ ଲମ୍ବିଯାଇଛି। ପାଚକମାନେ ଭାରତବର୍ଷର ବିଶିଷ୍ଟ ଉପାନ୍ତରୁ ଆସିଛନ୍ତି। ସେମାନେ ପର୍ଯ୍ୟବେକ୍ଷଣ କରୁଛନ୍ତି ହଡ଼ା, କଡ଼ା ଓ ବିବିଧ ରନ୍ଧନପାତ୍ରମାନଙ୍କୁ। ବଡ଼ ବଡ଼ ଉଦରଧାରୀ ଏହି ପାଚକମାନେ ସମସ୍ତଙ୍କୁ କଟ୍ମଟ୍ ହୋଇ ଚାହୁଁଛନ୍ତି, ହୁଏତ କଳନା କରୁଛନ୍ତି କିଏ କେତେ ପରିମାଣରେ ଖାଇବେ। ଅଦ୍ଭୁତ ଏ ଆୟୋଜନ। ଏତେ ଲୋକ ଶୋଇବେ କେଉଁଠି, ରହିବେ କିପରି, ଚଳିବେ କେଉଁଆଡ଼େ, ବସିବେ କିମିତି, ଛିଡ଼ା ହୋଇ କଅଣ ଦେଖିବେ। ସବୁ ଯେମିତି ଅନିଶ୍ଚିତ, ଅନିର୍ଦ୍ଦିଷ୍ଟ। ତଥାପି ଗୋଟାଏ କଅଣ ହେଉଛି ବା ହେବାକୁ ଯାଉଛି, ଯାହା। ବିରାଟତ୍ଵର ପରିଧିରେ ପଡ଼ିଯାଇଛି, କେବେ ବା ଶୂନ୍ୟକୁ ଉଠିଯାଉଛି। ଏ ମହିମାମୟ ବ୍ୟକ୍ତି ଯେ ଆସୁଛନ୍ତି ଓ ଯାହାକୁ ଦେଖିବାକୁ ଲୋକେ ଉଚ୍ଛନ୍ନ ହୋଇ ଦଉଡ଼ୁଛନ୍ତି, ସେ ଯେଉଁଠି ଶୋଇବେ, ଯେଉଁଠି ରହିବେ ଓ ଯେପରି ବସିବେ ତାହାର ସୁବ୍ୟବସ୍ଥା ହୋଇଛି। ଚିଫ୍ ସେକ୍ରେଟେରୀ ରାଜ୍ୟର ପ୍ରଧାନ ନାୟକ ହୋଇଥିବାରୁ ତାଙ୍କ ଆଦେଶରେ ପୋଲିସ, ଗୃହରକ୍ଷୀ, ଜଳଯୋଗାଣକାରୀ, ବିଦ୍ୟୁତ୍ ପ୍ରବାହକ, ଅରଣ୍ୟ ଅଫିସର, ଗୁପ୍ତ ଗୋଇନ୍ଦା, ବେଦପାଠାଭିଜ୍ଞ ବ୍ରାହ୍ମଣସମାଜ, ପ୍ରଚାର ସଂସ୍ଥାର ସେବକମାନେ ଇତ୍ୟାଦି ଜନଗୋଷ୍ଠୀ ଅଷ୍ଟପ୍ରହର ଜାଗ୍ରତ ହୋଇ କାର୍ଯ୍ୟ କରୁଛନ୍ତି। ସୃଷ୍ଟିରେ ପ୍ରଳୟ ହେବ, ନ ହେଲେ ତା'ରିଭିତରୁ ଆଉ ଗୋଟାଏ ଅନବଦ୍ୟ ସୃଷ୍ଟି ବାହାରିବ, ଏଭଳି ଏକ ଭାବନା ତଥା କଳିଯୁଗର ଶେଷ ସେକେଣ୍ଡକୁ ଦେଖିବାପାଇଁ ଏ ଜନତାର ମରଣମୂର୍ଚ୍ଛା ପ୍ରଣିଧାନ ସତେ ବଡ଼ ଅବାକ୍ ବିଷୟ। ସରକାର ଲକ୍ଷେ ଟଙ୍କା ଦାନ କରିଦେଲେ। ଗବ୍ୟଘୃତ ସେଥିରେ କିଣାଯାଇ ଦଗ୍ଧ ହେବ। ସେଥିରୁ ଯେଉଁ କୃଷ୍ଣକୁଣ୍ଡଳୀ ଜନ୍ମନେବ, ତାହା କ୍ରମେ ଧୂମାୟିତ ହୋଇ ସଚରାଚର ବ୍ୟାପିଯିବ। ତାହାରି ଆଘ୍ରାଣ ପାଇ ଯେଉଁ ଭାଗ୍ୟବାନ ଭାଗ୍ୟବତୀ ସୁଯୋଗ ଅପେକ୍ଷାରେ ଥିବେ, ସେମାନେ ଆଉ ଉତ୍କଳରେ ଜନ୍ମ ହେବେନାହିଁ। ଏଭଳି ନିର୍ଦ୍ଧନ, ନିର୍ଲ୍ଲଜ୍ଜ, ନିପୀଡ଼ିତ ରାଜ୍ୟରେ ସେମାନଙ୍କର ପୁନର୍ଜନ୍ମ ହେବନାହିଁ। ସେମାନେ ନିର୍ବାଣ ପାଇଯିବେ। ଛଅମାସ ହେଲା ସେମାନଙ୍କର ସ୍ଵାମୀମୁଖ ଦର୍ଶନ ହୋଇନାହିଁ। ଯେଉଁମାନଙ୍କ ସହିତ ତାଙ୍କର ଦର୍ଶନ ହେଉଛି, ସେମାନେ ସମସ୍ତେ ଆତ୍ମୀୟ ନହେଲେ ବି ଆତ୍ମୀୟଠାରୁ ହଜାର ଗୁଣ ପ୍ରୀତିବନ୍ଧୁ, ଗୁରୁଭାଇ। କିଏ ଅଞ୍ଚଳ ଭିଡ଼ିଲେ, କିଏ ଆଖି ଠାରିଲେ, କିଏ ଥଟ୍ଟା ଟାପରା କଲେ। ସେକ୍ରେଟେରୀଏଟ୍ ଛୁଟି, ସ୍କୁଲ କଲେଜ ବନ୍ଦ, ବଜାର ହାଟ ମାନ୍ଦା, ସବୁଆଡ଼େ ଉତ୍ସୁକତା, କେତେବେଳେ ଆସିବେ, ସମୟଟା ପୁଣି ଏମିତି ଅଟକିଯାଏ। ହଁ ଆସୁଥିବେ। ପୂଜାର୍ଘ୍ୟ, ପୁଷ୍ପଦାନି, ଚାମର, ଛତି, କାହାଳୀ, ବାଦ୍ୟ, ସବୁ ଠିକ୍ ଅଛି ତ? ଟିକିଏ ଏପଟ୍ ସେପଟ୍ ହୋଇଗଲେ ଜିତେନ୍ଦ୍ରିୟ ସେହି ମହିମାମୟ ବ୍ୟକ୍ତି କ୍ରୋଧରେ ଫାଟିପଡ଼ିବେ। ସେ କଅଣ ଆସୁଛନ୍ତି ତାଙ୍କ ସ୍ଵାର୍ଥ ପାଇଁ? ତମେମାନେ ଏକାବେଳକେ ତାଙ୍କର ସହସ୍ରନାମ ଜପ କଲ, ସ୍ମରଣ କଲ; ତେଣୁ ତାଙ୍କ ସିଂହାସନ ହେଲା ଟଳମଳ। ସେ ଆସିବାକୁ ମନ ବଳାଇଲେ। କାହିଁକି ଆସିଛ? କଅଣ ଦେଖିବ? ନାଁ, ଏ ଆକାଶବାଣୀର ଇଣ୍ଟରଭିଉ ନୁହେଁ-ମନ ପଚାରୁଛି ଚୈତନ୍ୟକୁ–ହେ ଚୈତନ୍ୟ! କହିଲୁ ଭଲ, ଗୋଟାଏ ଲୋକକୁ ଦେଖିବାକୁ ଏ ମଣିଷପଟାଳି, ସାପ ନବଖଣ୍ଡ ହୋଇଯିବ, ଏ ଜନତାର ଭିଡ଼ କାହିଁକି? ଚୈତନ୍ୟ କହିଲା–ବୁଝିଲୁନା ନାହିଁକି ଭାଇ, ଜୀବନରେ ଥରେ ସୁଯୋଗ ଆସେ। ତରିଯିବୁ, ମରଣ, ପୁନରପି ଜନମ ପୁନରପି ମରଣରୁ–ତ୍ରାହି ପାଇଯିବୁ। ସେ ଯେ ଭଗବାନ… ଅଦ୍ୱିତୀୟ ଏକତମ ବା ଦ୍ୱିତୀୟ। ତାଙ୍କ ଛଡ଼ା ଆଉ ଭଗବାନ ନାହାନ୍ତି। ସେ ସେହି। ମନ ପଚାରିଲା–ହଇରେ, ଭଗବାନ କଅଣ ଖୋଜି ଲୋଡ଼ି ଚିଫ୍ ସେକ୍ରେଟେରୀଙ୍କ ଘରକୁ ଆସନ୍ତି?